ଉପର ବର୍ଥରେ ଗୋଟାଏ ଆଟାଚି କେସ୍। ଏସ୍. ପି. ସେଇଟିକୁ ଟାଣି ଆଣିଲେ। ତାହା ସେମିତି ଚାବି ବନ୍ଦ ଥିବା ଅବସ୍ଥାରେ ରହିଥିଲା। ତାଙ୍କ ମୁଖମଣ୍ଡଳରେ ନିରାଶାର ଭାବ ପ୍ରତିଫଳିତ ହେଉଥିଲା। ସେ ଶତ୍ରୁଜିତଙ୍କୁ ସେହିଠାରେ ଅପେକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇ କ୍ଷୀପ୍ର ବେଗରେ ତଳକୁ ଓହ୍ଲାଇଗଲେ। ତାଙ୍କର ଗତିପଥରୁ ଦୃଷ୍ଟି ଫେରାଇ ଆଣୁ ଆଣୁ ପାର୍ଶ୍ୱସ୍ଥ ଅନ୍ୟ ଏକ କମ୍ପାର୍ଟମେଣ୍ଟରୁ ଓହ୍ଲାଉଥିବା ଜଣେ ସୁଦର୍ଶନ ଯୁବକଙ୍କ ଉପରେ ଚକ୍ଷୁ ତାଙ୍କର ଅଟକିଗଲା। ଏକ ବିରାଟ ପ୍ୟାକିଂ କେସକୁ ଦୁଇ ଜଣ କୁଲି ନେଇ ଆଗରେ ଚାଲିଥିଲେ। ଆଉ ତାଙ୍କ ପଛେ ପଛେ ସେହି ଯୁବକଟି ଗୋଟାଏ ଆଟାଚି କେସ୍ ଧରି ଅଗ୍ରସର ହେଉଥିଲା। ଆଉ ଠିକ୍ ତାଙ୍କରି ପଛରେ ଏକ ଶତଛିନ୍ନ ପୋଷାକ ପରିହିତ ବ୍ୟକ୍ତିଟି ଅଗ୍ରସର ହେଉଥିବାର ଦେଖି ସେ ବିସ୍ମିତ ହେଲେ। ଗାଡ଼ି ପହଞ୍ଚିବା ପୂର୍ବରୁ ସେ ଏହି ଭିକ୍ଷୁକଟିକୁ ପ୍ଲାଟଫର୍ମରେ ପଇସା ମାଗୁଥିବାର ଦେଖିଥିଲେ। ଆଉ ଏବେ ସେ ଯେତେବେଳେ ଏହି କମ୍ପାର୍ଟମେଣ୍ଟ ଭିତରକୁ ଆସୁଥିଲେ, ସେତେବେଳେ ସେହି କମ୍ପାର୍ଟମେଣ୍ଟଠାରୁ କିଛି ଦୂରରେ ବସିଥିବାର ତାକୁ ଦେଖିଥିଲେ। ଭିକାରୀଟି ପଇସାଟିଏ ମାଗିବା ପାଇଁ ସେହି ଲୋକଟିକୁ ଯେ ଅନୁସରଣ କରୁଛି, ଏହା ହିଁ ତାଙ୍କ ମନରେ ଭାବାନ୍ତର ସୃଷ୍ଟି କରୁଥିଲା। ସେ ସ୍ଥିରଦୃଷ୍ଟିରେ ତାକୁ ଅନାଇ ରହିଥିଲେ। ସେ ଯେ ସେହି ଯୁବକଟିକୁ କିଛି ପଇସା ମାଗୁଛି, ଏହା ସେ ଜାଣିପାରୁ ନ ଥିଲେ। କାରଣ, ଭିକ୍ଷୁକଟି ନିଜକୁ ସନ୍ଦେହ ଦୃଷ୍ଟିରେ ଆଣିବା ପାଇଁ ଯଥେଷ୍ଟ କିଛି ସଂକେତ ଶତ୍ରୁଜିତଙ୍କ ନିକଟରେ ଛାଡ଼ିଗଲା ପରି ମନେ ହେଉଥିଲା। ଏ ଆଡ଼େ ମି. ଇଡମ୍ବିଏମଙ୍କ ଅନ୍ତର୍ଦ୍ଧାନ ବିଷୟରେ ତାଙ୍କ ଭିତରେ ତୀବ୍ର ଆଲୋଡ଼ନ ସୃଷ୍ଟି ହେଉଥିଲା। ପୁଣି ସେହି ଭିକ୍ଷୁକ। କେଉଁଟା ଆଗ, ଆଉ କେଉଁଟା ଜରୁରୀ ସେ ଭାବିପାରୁ ନ ଥିଲେ। ସେମାନେ କ୍ରମଶଃ ଆଗେଇ ଚାଲିଥିଲେ। ଏଥର ଭିକାରୀଟି ବିଷୟରେ ତାଙ୍କର ଏକ ପରିଷ୍କାର ଧାରଣା ଆସିଗଲା। ଭିକାରୀଟି ଯେ ଅନ୍ୟ କେହି, ଏହି ସନ୍ଦେହ ତାଙ୍କର ଦୃଢ଼ୀଭୂତ ହୋଇଗଲା। କାରଣ କମ୍ପାର୍ଟମେଣ୍ଟ ନିକଟରୁ ଚେକ୍ ଗେଟ୍ ପର୍ଯ୍ୟନ୍ତ ସେ କେବଳ ସେହି ଯୁବକଟିକୁ ଲକ୍ଷ୍ୟ କରି ଚାଲିଛି। ତା'ଠାରୁ ଆହୁରି ଆଡ଼ମ୍ବରପୂର୍ଣ୍ଣ, ଧନାଢ଼୍ୟ ବ୍ୟକ୍ତିମାନେ ତାକୁ ଅତିକ୍ରମ କରି ଯାତାୟାତ କରୁଥିଲେ ମଧ୍ୟ ସେମାନଙ୍କ ପ୍ରତି ଭିକାରୀଟିର ଦୃଷ୍ଟି ଆକର୍ଷିତ ହେଉ ନାହିଁ। ଚିନ୍ତିତ ମନରେ ଏସ୍. ପି. ଙ୍କୁ ଫେରି ଆସୁଥିବାର ଦେଖି, ଶତ୍ରୁଜିତ କମ୍ପାର୍ଟମେଣ୍ଟ ତଳକୁ ଓହ୍ଲାଇ ଆସିଲେ। ଆଉ ତାଙ୍କୁ ଇଙ୍ଗିତରେ କ'ଣ କହି ସେହି ଭିକାରୀଟିର ପଶ୍ଚାଦ୍ଧାବନ କଲେ। ଚେକ୍ ଗେଟ୍ ପାର ହୋଇ ସେମାନେ ଅଗ୍ରସର ହେଉଥିଲେ। ବାହାରେ ନିଶାରାଣୀର ରାଜତ୍ୱକୁ କିଞ୍ଚିତ୍ ପରିମାଣରେ ଅପସାରିତ କରୁଥିଲା କେତୋଟି ଫ୍ଲୁରୋସେଣ୍ଟ ଟିଉବଲାଇଟ। ଅଗଣିତ ଯାତ୍ରୀ ତଥା ରିକ୍ସା, କାରର ବହୁଳତାରେ ଷ୍ଟେସନର ବାହାର ରାସ୍ତାଟି ପରିପୂର୍ଣ୍ଣ ହୋଇ ଉଠିଥିଲା। ସେହି ଲୋକଗହଳି ଭିତରେ କିନ୍ତୁ ଭିକାରୀଟିକୁ ଆଉ ଦେଖିବାକୁ ପାଇଲେ ନାହିଁ ଶତ୍ରୁଜିତ। ତାଙ୍କର ସତର୍କ ଦୃଷ୍ଟି ଆଗରୁ ସେ ଯେମିତି ହଠାତ୍ ଅନ୍ତର୍ଦ୍ଧାନ ହୋଇ ଯାଇଥିଲା, କିନ୍ତୁ ସେହି ଯୁବକଟି... ଗୋଟାଏ ଟ୍ୟାକ୍ସିରେ ସେହି ବିରାଟ କାଠ ବାକସକୁ ଲୋଡ୍ କରାଯାଉଥିଲା। ଶତ୍ରୁଜିତ ମନରେ କ'ଣ ଭାବିଲେ କେଜାଣି, ସାଇକେଲ ଷ୍ଟାଣ୍ଡରେ ଥିବା ତାଙ୍କର ମୋଟରସାଇକେଲଟିକୁ ନେଇ ଆସି ଯେତେବେଳେ ରାସ୍ତା ନିକଟରେ ପହଞ୍ଚିଲେ, ସେତେବେଳେ ଟ୍ୟାକ୍ସିଟି ଷ୍ଟେସନ ମୋଡ଼ରୁ ସିଧା ରାସ୍ତାରେ ଗତି କରୁଥିଲା। ଆଉ ଅପେକ୍ଷା ନ କରି ଗତିଶୀଳ ରିକ୍ସା ଅଥବା ଟ୍ୟାକ୍ସି ଉପରେ ଦୃଷ୍ଟି ସଞ୍ଚାଳନ କରି ସେ ସେହି ଟ୍ୟାକ୍ସିର ଅନୁଗମନ କରିବାରେ ଲାଗିଲେ। ଆଗ ଟ୍ୟାକ୍ସି ତାଙ୍କୁ ସନ୍ଦେହ କରିବାର କୌଣସି...